ପଦ ପଦବୀ ଓ ଚାକିରି ଭିତରେ କୌଶଳ ଜ୍ଞାନର ନାମାନ୍ତର ନୁହେଁ। ପଦ ପଦବୀ ଓ ଚାକିରି ଭିତରେ କୌଣସି ପ୍ରଭେଦ ନାହିଁ। ମଣିଷ ହାତୀ ଉପରେ ବସିଲେ ହାତୀଟିଏ ହେଇଯାଏ ଏପରି କଥା ସାହିତ୍ୟରେ ନାହିଁ। କେବଳ ମୂକ ଓ ମୌନ ସମ୍ମତି ବିନିମୟରେ ଓଡ଼ିଆ ସାହିତ୍ୟ ଅନ୍ୟ ମତ ପ୍ରକାଶ କରୁଛି। ବିଚାର ବିଭାଗ ବଡ଼ ହେଉ ଅବା ନ ହେଉ ବିଚାର ବିଭାଗରେ ପ୍ରତ୍ୟେକ ବିଜେ ପ୍ରତିମା ବଡ଼। ଦୁଇଜଣ କେନ୍ଦ୍ର ସାହିତ୍ୟର ପୁରସ୍କୃତ ଓଡ଼ିଆ ଲେଖକ ଗତ ବାଙ୍ଗଲାଦେଶ ଯୁଦ୍ଧବେଳେ ଏହି କଥା ବୁଝାଉଥିଲେ। କାରଣ ସେତେବେଳେ କଟକ ଆକାଶବାଣୀ ବୌଦ୍ଧିକଙ୍କର ମତାମତ ପରିବେଷଣ କରୁଥିଲା। ଓଡ଼ିଆ ବୌଦ୍ଧିକ କିଏ? ପ୍ରଥମ ଶ୍ରେଣୀରେ ହାଇକୋଟର ଜଜ୍ କାମ କରିଥିବା ଓଡ଼ିଆ ଲୋକ। ଏଠି ଜିଲା ଜଜ୍ମାନେ ଅଚଳ ହେଇଗଲେ। ଦ୍ୱିତୀୟ ଶ୍ରେଣୀରେ ରହିଲେ କଲେଜମାନଙ୍କର ଅଧ୍ୟାପକ। ଏଠି ପ୍ରଫେସର, ରିଡ଼ର ଓ ଲେକଚରର ସମାନ ହେଇଗଲେ। କିନ୍ତୁ ସ୍କୁଲମାନଙ୍କର ପରିଦର୍ଶକ ବା ହେଡ଼ମାଷ୍ଟର ଅଚଳ ହେଇଗଲେ। ତୃତୀୟ ଶ୍ରେଣୀରେ ରହିଲେ ଲେଖକ-ଯେଉଁମାନଙ୍କର ଚାକିରିର ସାଇଜ ବଡ଼ ଥିଲା। ଚତୁର୍ଥ ଶ୍ରେଣୀରେ ରହିଲେ ଓକିଲିଆ ଲେଖକ ଓ ଅନାବନା ଲେଖକ। ବର୍ଗୋତ୍ତମ ଶ୍ରେଣୀରେ ରହିଲେ ସଂବାଦପତ୍ର ସଂପାଦକ। ସେଇଠି ବୌଦ୍ଧିକତାର ବିଭିନ୍ନ ତରଙ୍ଗ ଆସି ମେଳ ଖାଉଥିଲା-ସଙ୍ଗୀତ ଆସର ପରି। ଲେଖକମାନେ ସେଇଠି ବୌଦ୍ଧିକତା ବୁଝିଥିଲେ ଓ ପ୍ରଚାର କରୁଥିଲେ ତାଙ୍କର ପ୍ରାସଙ୍ଗିକ ବନ୍ଧୁମେଳରେ। କିଏ କାହାକୁ କ'ଣ ବା କେମିତି ବୁଝିଲା-ସେଥିରେ ବାଦ ପ୍ରତିବାଦ ନିଷ୍ଫଳ। ଅନ୍ଧର ହାତୀ ଦେଖା ଗଳ୍ପ ଚାଲିଛି। ସେଇ ଗଳ୍ପ ସମସ୍ତଙ୍କୁ ବୁଝାଉଛି ଯେ ଦଳେ ଅନ୍ଧ ଏକାଠି ହେଲେ ତାଙ୍କର ଏକତ୍ର ଯୋଗାଯୋଗ ବିଚାରର ଫଳ ଶୁଭଦ ଓ ଶିକ୍ଷାପ୍ରଦ। ତେଣୁ ଯଦି ଓଡ଼ିଆ ଲେଖକ କୌଣସି କାରଣରୁ-ଭୟ, ଭ୍ରାନ୍ତି, ଲୋଭ, ଆଶା ବା ଜ୍ଞାନ ଅନୁଭବରୁ ଅନ୍ଧତ୍ୱ ପ୍ରାପ୍ତି ହୋଇଥାଏ ତାହାହେଲେ ଯୌଥ କାର୍ଯ୍ୟରେ ଅବଶ୍ୟ ଓଡ଼ିଶାର ସମସ୍ୟା ସମାଧାନ ହେବ। ଆଉ ଓଡ଼ିଆ ସାହିତ୍ୟର ଯଥେଷ୍ଟ ଅଗ୍ରଗତି ହେଇପାରିବ। କାରଣ ଗୋଟିଏ ଛୋଟିଆ କଥା ହେଲା-ଏବେ ବହୁଳ ପ୍ରଚାରିତ ନିରୋଧ। ଏହି ନିରୋଧ କଥା ଓଡ଼ିଆ ସାହିତ୍ୟରେ କେବଳ ଜଣେ ସାହିତ୍ୟିକ ଉଠାଇଛନ୍ତି-ସେ ହେଲେ ବିଶିଷ୍ଟ ଆଇନଜୀବୀ ଗାଳ୍ପିକ ଓ ଉପନ୍ୟାସକାର ଶ୍ରୀ ବିପିନ ବିହାରୀ ମହାନ୍ତି। ତାଙ୍କ ଛଡ଼ା ଆଉ ଜଣେ ଲେଖକ ଏହି ନିରୋଧ ବିଷୟରେ ସାମାନ୍ୟ କିଛି ଲେଖିଲା କି? କିନ୍ତୁ ଆମର ଜୀବନର ମୋଲାଏମ୍ ଯାତ୍ରାପଥକୁ ଗୌରବମୟ ଓ ସୌରଭମୟ କରିବାକୁ ଆମେ ପ୍ରତିଦିନ ନିରୋଧର ମାହାତ୍ମ୍ୟ କବିତା, ଗଳ୍ପ, ପ୍ରବନ୍ଧ ଓ ବିଜ୍ଞାପନ ଆକାରରେ ପାଞ୍ଚବର୍ଷ ହେଲାଣି ଉପଭୋଗ କରୁଛୁ। ଓଡ଼ିଆ ସାହିତ୍ୟିକ କାହିଁକି ଡରି ପଛଘୁଞ୍ଚା ଦେଲେ? ସେମାନେ କ'ଣ ଜାଣିଶୁଣି ଏହି ବିଷୟର ବିରୋଧୀ। ତାହାହେଲେ ସେଇକଥା ବି ନାହିଁ କାହିଁକି? ଚୁମ୍ବନ, ଆଲିଙ୍ଗନ ଓ ପ୍ରଳାପରେ ସାହିତ୍ୟ ଭରପୁର। କିନ୍ତୁ ଏହି ଅଂଶଟି ନାହିଁ। ସତ୍ୟ ଓ ସମସ୍ୟା ସହିତ ଧୋକାବାଜି କରି ଓଡ଼ିଆ ସାହିତ୍ୟିକ ତାହାର କଲମ ଚାଷ ଚଳାଇଥିଲା ତିରିଶିବର୍ଷ। ଆଜି ସେଥିରେ ସେ ସ୍ଥିତିବାଦ କଥା କହିଲାଣି। ଆଉ ସ୍ଥିତିବାଦ ବେଶ୍ ଫେସନିଆ କଥାବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନିର୍ବାଚନରେ ସାହିତ୍ୟିକ ଶ୍ରୀଯୁକ୍ତ ସଦାଶିବ ମିଶ୍ର କୁଳପତି ଭାବରେ ଏହାର ବିସ୍ତାରିତ ଓ ସଂକ୍ଷିପ୍ତ ତତ୍ତ୍ୱ ଜାଣିବାକୁ ପ୍ରଶ୍ନ ପଚାରୁଥିଲେ-। କିନ୍ତୁ ଓଡ଼ିଆ ସାହିତ୍ୟର ସମସ୍ୟା ବିଷୟରେ ସଦାଶିବବାବୁ ବା ତାଙ୍କାର ସହଯୋଗୀ ଅଧ୍ୟାପକମାନେ ପଦେ ହେଲେ